ଏହି ଘଟଣାର କିଛିଦିନ ପରେ ବରୁଣ ଉପସ୍ଥିତ ହେଲେ ମହାରାଜ ହରିଶ୍ଚନ୍ଦ୍ରଙ୍କ ନିକଟରେ ନରମେଧ ଯଜ୍ଞ ପାଇଁ। ମହାରାଜ ବରୁଣଙ୍କୁ ଯଥାବିଧି ସମ୍ମାନ ଦେଇ ପୁତ୍ର କେଉଁଆଡ଼େ ପଳାଇଯିବା ହେତୁ ସେ ଅସମର୍ଥ ହୋଇଛନ୍ତି ନରମେଧ ଯଜ୍ଞ ନିମିତ୍ତ ବୋଲି ବିନୟ ସହକାରେ ଜଣାଇଲେ। ମାତ୍ର ବରୁଣ ତ କ୍ଷୁଦ୍ର ଶିଶୁ ନୁହନ୍ତି, ଯାହାକି ଥରକୁ ଥର ଆସି ଫେରିଯିବେ! ଏଥର ସେ କ୍ରୁଦ୍ଧ ହୋଇ ସ୍ପଷ୍ଟଭାବେ କହିଲେ, ''ମୋତେ ଥରକୁ ଥର ମିଥ୍ୟା କଥା କହି ଭଣ୍ଡିବା ଦ୍ୱାରା ତୁମେ ଜଳୋଦର ରୋଗଗ୍ରସ୍ତ ହୁଅ। '' ବରୁଣ ଅଭିଶାପ ଦେଇ ଚାଲି ଗଲାପରେ ମହାରାଜାଙ୍କୁ ଜଳୋଦର ରୋଗ ଗ୍ରାସ କରିବାକୁ ଲାଗିଲା। ରାଜା ଧୀରେ ଧୀରେ ଦୁର୍ବଳ ହୋଇ ପଡ଼ିଲେ। ଏ ସମସ୍ତ ରୋହିତ ପଥିକ ମୁଖରୁ ଶ୍ରବଣକରି ପିତାଙ୍କୁ ଦେଖିବାକୁ ଆସନ୍ତେ ଦେବରାଜ ଇନ୍ଦ୍ର ଦୟାପରବଶ ହୋଇ ରୋହିତ ସମୀପରେ ଛଦ୍ମବେଶରେ ପ୍ରବେଶ କରି କହିଲେ, ଅନ୍ୟ ମୁଖରୁ ଶୁଣି ଯିବାଟା ଠିକ୍ ନୁହେଁ। ଯେ ପର୍ଯ୍ୟଙ୍କ ପିତା ସମ୍ୱାଦ ନ ଦେଇଛନ୍ତି ସେତେବେଳେ ପର୍ଯ୍ୟନ୍ତ ତାଙ୍କ ସମୀପକୁ ଯିବା ତୁମର ଉଚିତ୍ ନୁହେଁ। ଏ ରାଜ୍ୟର ଅଧିପତି ତୁମ ପିତା। ବହୁ ଚିକିତ୍ସକ ତାଙ୍କର ଅଛନ୍ତି। ଯଦି ରୋଗ ହୋଇଥାଏ, ତେବେ ତା'ର ମୁକ୍ତି ପାଇଁ ସେ ବ୍ୟବସ୍ଥା କରିବେ। ବରୁଣଙ୍କ ଅଭିଶାପ ଯୋଗୁଁ ଯଦି ସେ ରୋଗଗ୍ରସ୍ତ ତେବେ ତୁମେ ଯିବା ଦ୍ୱାରା ରୋଗ କଷ୍ଟରୁ ନରମେଧ ଯଜ୍ଞ କରି ତୁମକୁ ବଳି ଦେଇ ଦେବେ। ଏହା ଦ୍ୱାର ତୁମ ବଂଶ ଲୋପ ହେବ। ଛଦ୍ମରୂପୀ ଇନ୍ଦ୍ରଙ୍କ କଥାକୁ ଯଥାର୍ଥ ମନେକରି ରୋହିତ ପିତାଙ୍କ ନିକଟକୁ ନ ଯାଇ ସେହି ଘୋର ଜଙ୍ଗଲ ମଧ୍ୟରେ ବାସ କରିବାକୁ ଲାଗିଲେ! ମହାରାଜ ରୋଗ ଯନ୍ତ୍ରଣାରେ ଛଟପଟ ହେବାକୁ ଲାଗିଲେ। ଏଥିରୁ କିପରି ଉଦ୍ଧାର ମିଳିବ ସେହି ଚିନ୍ତା କରି କରି ଦିନେ କୁଳଗୁରୁ ବଶିଷ୍ଠଙ୍କୁ ଡକାଇ ଏହାର କିଛି ଉପାୟ ବତାଇବାକୁ କହିଲେ। ବଶିଷ୍ଠ ସମସ୍ତ କଥା ଆମୂଳଚୂଳ ଶୁଣି କହିଲେ, ଏହାର ପ୍ରତିକାର ମନ୍ୱାଦି ଶାସ୍ତ୍ରରେ ଲେଖା ହୋଇଛି। ଯଦି ସ୍ୱପୁତ୍ରକୁ ବଳି ଦେବାରେ ଅସୁବିଧା ଥାଏ, ତେବେ ଆଉ ଏକ କୁମାର ଉଚିତ୍ ମୂଲ୍ୟ ଦେଇ କିଣିଆଣି ନରମେଧ ଯଜ୍ଞ କରାଇଲେ ବରୁଣଙ୍କ ଶାପରୁ ମୁକ୍ତ ମିଳିବ। ଗୁରୁ ବଶିଷ୍ଠଙ୍କ ମୁଖରୁ ରୋଗ ନିରାକରଣର ଉପାୟ ଶ୍ରବଣକରି ତଦନ୍ତେ ମହାରାଜା ମନ୍ତ୍ରୀଙ୍କୁ ଡାକି ନିଜ ରାଜ୍ୟ ହେଉ କିମ୍ୱା ଅନ୍ୟ କାହା ରାଜ୍ୟ ହେଉ ଯଥେଷ୍ଟ ମୂଲ୍ୟ ଦେଇ ବାଳକଟିଏ ନେଇ ଆସିବାକୁ କହିଲେ। ମହାରାଜାଙ୍କ କଥାନୁଯାୟୀ ମନ୍ତ୍ରୀ ରାଜ୍ୟର ଚାରିଆଡ଼େ ବୁଲି ବୁଲି ନରମେଧ ଯଜ୍ଞ ପାଇଁ ଏକ କୁମାର ଠିକ୍ କରିପାରିଲେ ନାହିଁ। ଅବଶେଷରେ ସେ ଜାଣିବାକୁ ପାଇଲେ ତାଙ୍କ ନିଜ ରାଜ୍ୟରେ ଋଷି ଅଜିଗର୍ତ୍ତଙ୍କର ତିନୋଟି ପୁତ୍ର ସନ୍ତାନ ଅଛନ୍ତି। ଅଜିଗର୍ତ୍ତ ବଡ଼ ନିଃସ୍ୱ। ଯଥେଷ୍ଟ ଧନ ପାଇଲେ ସେ ତାଙ୍କ ପୁତ୍ର ମଧ୍ୟରୁ ଗୋଟିକକୁ ରାଜାଙ୍କ ରୋଗମୁକ୍ତି ପାଇଁ ଦାନ କରିପାରନ୍ତି। ସମ୍ୱାଦ ପାଇ ମନ୍ତ୍ରୀ ଅଜିଗର୍ତ୍ତଙ୍କ ଗୃହରେ ପ୍ରବେଶ କରି ତାଙ୍କୁ ତାଙ୍କର ଆସିବା କାରଣ ନିବେଦନ କରନ୍ତେ ସେ କହିଲେ ଜ୍ୟେଷ୍ଠ ପୁତ୍ରଟି ଆମ୍ଭମାନଙ୍କର ଏକମାତ୍ର କାରଣ ମୁଁ କେବେ ଜ୍ୟେଷ୍ଠ ପୁତ୍ରଙ୍କ ରାଜାଙ୍କ ପାଇଁ ଦାନ କରି ନ ପାରେ। ମନ୍ତ୍ରୀ ମହୋଦୟ ଅଜିଗର୍ତ୍ତଙ୍କ ପତ୍ନୀଙ୍କୁ ସମସ୍ତ କଥା ବ୍ୟକ୍ତ କଲାରୁ ସେ କହିଲେ କନିଷ୍ଠ ପୁତ୍ରଟି ମୋର ବଡ଼ ଆଦରଣୀୟ।